ସେଇ ବର୍ଷ ଦୁଃଖୀ ଦାଶର ବାହାଘର ଗଲା ଫଗୁଣରେ ଯାଇଚି। ଛୋଟ କନିଆ। ବୟସ ଦଶ ଏଗାର ହବ। ଦୁଃଖୀର ବାପ ସାଙ୍ଗରେ ଅପଡ଼ ହେଲା ଦ୍ୱିତୀୟ ଥର ସେଇ ବାହାଘର ନେଇ। ପ୍ରଥମ ଥର ଦୁଃଖୀର ଆଉ ବାପ ଅଗଣି ଦାଶର ଖଟ ଖଟ ଲାଗିଥିଲା ପଢ଼ା ନେଇ। ଦୁଃଖୀ ଆହୁରି ଛୋଟ ଥାଏ। କେଡ଼େ ବକଟେ ସେତେବେଳେ। ଅପର ପ୍ରାଇମେରୀ ପାଶ୍ କରିଥାଏ। ଦୁଃଖୀ କହିଲା ସେ ଇଂରେଜୀ ପଢ଼ିବ। ବାପ ଅଗଣି ଦାଶ ହାତେ ଲମ୍ୱ ଜିଭ କାଢ଼ି ପକେଇଲା। ଇଂରେଜୀ ପଢ଼ିବ? ବିଦେଶୀ ଭାଷା। ସେ ସବୁ କରଣ ଖଣ୍ତାଇତଙ୍କୁ ପୋଷାଏ। ବାହ୍ମୁଣ କୁଳରେ ଜନ୍ମ ହେଇ କିଏ ଇଂରେଜୀ ପଢ଼ିଲାଣି? ସେ ମ୍ଳେଚ୍ଛ ବିଦ୍ୟା। ଯେ ପଢ଼ିବ ତା'ର କୁଳଧର୍ମ ନାଶ ଯିବ। ପଢ଼ନ୍ତୁ ଆଉ ଯିଏ ପଢ଼ିବାର। ମୋ ପୁଅକୁ ମୁଁ ପଢ଼େଇବି ନାହିଁ। ସେ ବିଦ୍ୟା ପଢ଼ିଲେ ଯାବତ୍ ଅଖାଦ୍ୟ ଖାଇବ ମଣିଷ। ନ ଖାଇଲେ ତ ପଢ଼ି ହବ ନାହିଁ ପାଠ ଆସିବ ନାହିଁ। ମାଛ, ମାଂସ, ଅଣ୍ତା, କୁକୁଡ଼ା ନ ଖାଇଲେ ସେ ଭାଷା କହିବାକୁ ଜିଭ ତ ଲେଉଟିବ ନାହିଁ। ତା ଛଡ଼ା ସେ ଯେଉଁ ପୋଷାକ! ଇଂରେଜ ପଢ଼ିଲେ କଛା କୁଆଡ଼େ ଗଲା ସମସ୍ତଙ୍କର ସେଇ ଗାଣ୍ତିମୁଣା। କିଏ। ଜଣେ ଟିପ୍ପଣୀ କଲା ପ୍ୟାଣ୍ଟ କ'ଣ ସମସ୍ତେ ପିନ୍ଧୁଛନ୍ତିନା। ଆଃ, ବୁଝି ପାରିଲ ନାହିଁ? ମନୁଟାତ ସେଇଟା କରିବାକୁ। କାହାକୁ ପଇସା ଅଣ୍ଟିଲା କାହାକୁ ନ ଅଣ୍ଟିଲା। ପଇସା ହେଲେ କୋଉ ଇଂରେଜୀ ପଢ଼ୁଆ ଲୋକ ପ୍ୟାଣ୍ଟ କୋଟ୍ ଲଗେଇ ନ ଦେବ ଦେ ଦେଖିବା ଭଲା। ଛି, ଛି, ଛି ସେ ଯେଉଁ ପ୍ୟାଣ୍ଟ ପିନ୍ଧା ପୁଣି। ହଗି ପାରିବ ନା ମୂତି ପାରିବ! ମୂତି ବସିବା ତ ଅସମ୍ଭବ। ମୂତିଲେ ମୂତିବ ଠିଆ ହୋଇ ପିତୃ ପୁରୁଷଙ୍କ ମୁଣ୍ତରେ ପାଣି ଢାଳିବାକୁ । ତା' ଛଡ଼ା କଛା ନାହିଁ? କଛା ନ ମାରି ଆମେ ବାଟ ଚାଲିବା? ସପ୍ତ ପୁରୁଷଙ୍କୁ ଉଦ୍ଧାର କରିବା ? ବାବୁ, ଇଂରାଜୀ ପଢ଼ିକିବି ଅନେକ ଲୋକ ବଡ଼ ନୀତି ଆଚାର ମାନି ଚଳନ୍ତି। ସେ ସବୁ ଭଣ୍ତାମି ଠକାମି ଦ୍ୱାଚୋରି। ଆମ ଏଇ ବାହ୍ମୁଣିଆଙ୍କୁ ଦେଖୁନ! ଚିତା ଚଇତନ କାଟି ବେହିପୁଅ କ'ଣ ନ କରୁଚନ୍ତି। ଶଳା ଯେତେକ ମୂର୍ଖ ପ୍ରଜା ସମସ୍ତେ ଭଳି ଯାଉଚନ୍ତି । ସମସ୍ତେ ଆଖିରେ ପଟି ଚଢ଼େଇ ଦେଉଚନ୍ତି ଏ ବାହ୍ମୁଣ। ସରଗକୁ ନିଶୁଣି ବାନ୍ଧିବେ ଶଳେ ! ଠକ ଦ୍ୱାଚୋର ମରୁ ନାହାନ୍ତି ବେହିପୁଅ ଠକି ଠକି ଠକିବେ ଏଇ ମୂରୁପ ତମ ଆମଙ୍କୁ ଦରପାଠୁଆ ଗଣ୍ତ ସାଧାରଣ ଲୋକଙ୍କୁ କିନ୍ତୁ ଯିଏ ଦି' ଅକ୍ଷର ପାଠ ଶାଠ ପଢ଼ି ସିହାଣ ହେଲାଣି ତାକୁ ଠକି ଦେବା ଏଡ଼େ ସହଜ ନୁହେଁ। ବେଶି ଏଇ ଇଂରେଜୀ ପାଠୁଆଗୁଡ଼ିକ ସବୁ ପୁରୁଣାକାଳିଆ କଥାକୁ ମରହଟ୍ଟି ଅନ୍ଧବିଶ୍ୱାସ ବୋଲି ଥଟ୍ଟା କରନ୍ତି। ତାଙ୍କ ଆଗେ ଆଉ ବାହ୍ମୁଣଙ୍କ ବାତ୍ଫୁରୁସି ଚଳେ ନାହିଁ-। କାହିଁକିନା ସେ ୟାଙ୍କଠୁ ବଳି ଠକ। ମୂର୍ଖ ବାହ୍ମୁଣଙ୍କୁ ସେ ଠକାମିରେ ନ ପଡ଼ନ୍ତି। ତା' ଦେଖି ଏଇ ବାହ୍ମୁଣ ଠକ ତହୁଁ ବଳି ସିହାଣ ହେଲେ। ଏ ଡାଳେ ଡାଳେ ଗଲାବେଳକୁ ସେ ପତରେ ପତରେ ଚାଲିଛନ୍ତି। ଠକ ବାହ୍ମୁଣେ ଦେଖିଲେ ଇଂରାଜୀ ପାଠୁଆଙ୍କୁ ଠକିବାପାଇଁ ଇଂରାଜ ପଢ଼ିବା ଦରକାର ପଡ଼ିଲାଣି। ଇଂରେଜୀ ପାଠୁଆ ଯଦି ଠକିବେ ତ ସେଇ ଇଂରାଜୀ ପାଠୁଆଙ୍କଠୁ ଠକିବେ-। ବାଜେ ଲୋକଙ୍କଠୁ ଠକିବାକୁ ଭଲ ଲାଗିବ ନାହିଁ। ସେଥିପାଇଁ ଦଳେ ଇଂରେଜୀ ପାଠୁଆ ବାହ୍ମୁଣ ଆଜିକାଲି ବେଶ ପୂଜା ଆହ୍ନିକ କରୁଛନ୍ତି। ଲମ୍ବା ଚିତା ଚଇତନ ନ ମାରି ଅଳପ ଟୋପେ ଚନ୍ଦନ ମାରି ଦେଉଛନ୍ତି। ଗୀତା ଭାଗବତ ଅଭ୍ୟାସ କରୁଛନ୍ତି। ଦରକାରବେଳେ ଇଂରେଜୀ ପାଠ ସାଙ୍ଗରେ ଗୀତା ଭାଗବତ ପଦେ ଦିପଦ ଉଦ୍ଧାରବି କରି ଦେଉଛନ୍ତି। କ'ଣ ନା ଆମେ ଆଧୁନିକ ବିଦ୍ୱାନ୍। ଆଧୁନିକ ପୁଣ୍ୟାତ୍ମା ସଚା, ଖାଣ୍ଟି। ଯିଏ ଇଂରେଜୀ ନ ପଢ଼ିଛନ୍ତି ସେ ହେଲେ ପୁରୁଣାକାଳିଆ ମରହଟ୍ଟିଆଗୁଡ଼ାକ, ତାଙ୍କର ଆତ୍ମା କାହିଁ ଯେ ପୁଣ୍ୟାତ୍ମା ହେବେ ବିଦ୍ୟା କାହିଁ ଯେ ବିଦ୍ୱାନ୍ ବୋଲେଇବେ। ଦେଖିନ ତମେ ଯେଉଁ ବାହ୍ମୁଣ ବଇଷମ କହିଦବ ବେ. ମେ. ବି. ସେ ପାସ କରିଚି ସେ ଠକ ହଉ, ଦ୍ୱାଚୋର ହଉ, ଏଇ ଇଂରାଜୀ ପାଠୁଆଗୁଡ଼ିକ ଯାଇ ତା' ଗୋଡ଼ ଚାଟିବେ। ୟାଙ୍କର ଗୋଟେ ଗୋଷ୍ଠୀ ଏ ଇଂରେଜ ପାଠୁଆଙ୍କର। କ'ଣ ଜାଣିଚ ତମେ! ଦୁନିଆଟା ଯାକ ତ ସେଇ ପାଠ ଚଳିଲାଣି ସେଇ ପାଠର ମାନ ଚାରିଆଡ଼େ।